ଶୁଭ୍ର ଚପକନରେ ଆଚ୍ଛାଦିତ ଏହାଙ୍କର ଅଙ୍ଗ। ବକ୍ଷ ଉପରେ ଦୋଳିତ ହେଉଛି କୃଶବିଦ୍ଧ ଯିଶୁ ଶରୀର। ରକ୍ତର ଛିଟାରେ ଈଷତ୍ ଲୋହିତ ବର୍ଣ୍ଣ ଧରିଛି ସେ ସଙ୍କେତ। ଇଂରାଜୀ ଭାଷାରେ ଆରମ୍ଭକଲେ-"ଉତ୍ସବର ଶେଷ ପର୍ଯ୍ୟାୟରେ ଆମ୍ଭେମାନେ ଉପସ୍ଥିତ। ଯିଶୁଗୁଣଗାନର ଅବଧି ନାହିଁ। ଗୁଣର ସମୁଦ୍ର ସେ। କେଉଁଠାରେ ଆମେ ତାଙ୍କୁ କଳନା କରିବା? ଆଜିର ଉତ୍ସବର ମହତ୍ତ୍ଵ ଦୁଇଟି ଭିନ୍ନ ଭିନ୍ନ ଜୀବନ ଅଥଚ ସେହି ପରମାତ୍ମାଙ୍କର ସନ୍ତାନ ସର୍ବସମକ୍ଷରେ ଆଉ ପରମ ପିତା ସମକ୍ଷରେ ପ୍ରତିଜ୍ଞାବଦ୍ଧହେଲେ, ସେମାନଙ୍କର ଆତ୍ମାର ଓ ଶରୀରର ମିଳନ ଘଟିଲା। କେହି ଏ ବନ୍ଧନକୁ ଛିନ୍ନ କରିପାରିବେ ନାହିଁ। ସେମାନେ ପବିତ୍ର ପରିଣୟ ସୂତ୍ରରେ ଆବଦ୍ଧ ହେଲେ। ମାଇଁ ବୟ ଶାଶ୍ଵତ ଆଣ୍ଡ ମାଇଁ ଡଟର ଶାଶ୍ଵତୀ। ଈଶ୍ୱର ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ଏମାନେ ଏହି ପ୍ରାଣସ୍ପର୍ଶୀ ପରିବେଶ ଭିତରକୁ, ହିମାଳୟର ନିମ୍ନସ୍ଥ ଦାର୍ଜିଲିଙ୍ଗ ସହରକୁ ଓଡ଼ିଶାରୁ ଆସିଛନ୍ତି ପ୍ରକୃତିର ଶାନ୍ତ ଦିଗ୍ବଳୟରେ ଦୁଇଟି ହୃଦୟକୁ ଏକାନ୍ତ ଓ ଏକତ୍ର କରିବାକୁ। ତାହା ସମ୍ପନ୍ନ ହେଲା। ଅବଶିଷ୍ଟ ରହିଲା ଦୁଇଜଣ ଭଦ୍ରବ୍ୟକ୍ତି ସାକ୍ଷୀ ରହି ସ୍ୱାକ୍ଷର କରିବେ ବିବାହ ରେଜିଷ୍ଟରରେ… ଆମେନ୍। ନିଷ୍ପନ୍ଦ ଥିଲି। ଚମକ ପାଇଲି। ଏଠାରେ ଓଡ଼ିଶାରୁ ଆଗତ ଦୁଇ ପରିବାର ଭିତରେ ଶୁଭ ପରିଣୟର ବ୍ୟବସ୍ଥା! ଆଶ୍ଚର୍ଯ୍ୟ? କିଏ ଏମାନେ। ଦୂରରେ ଥିବାରୁ କାହାକୁ ମୁଁ ଦେଖିପାରୁନାହିଁ। ଧର୍ମଯାଜକ ପୁନର୍ବାର ଗୁରୁଗମ୍ଭୀରଭାବରେ ଡାକଦେଲେ–ୟୁ ମାଇଁ ବୟ, ଆପଣ ଆସନ୍ତୁ। ମୋ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଛି। ଆପଣ ଆସନ୍ତୁ, ଏଇ ପୀଠ ଉପରକୁ ଆସନ୍ତୁ, ଶାଶ୍ଵତ ଶାଶ୍ଵତୀକୁ କଲ୍ୟାଣ କରି ସ୍ୱାକ୍ଷର କରନ୍ତୁ। ଏ ସ୍ୱାକ୍ଷର କେବଳ କାଳି କଲମର ସହଯୋଗରେ ଲିଖିତ ଅକ୍ଷର–ଗୁଡ଼ିଏ ନୁହେଁ। ଏହା ଈଶ୍ୱର ସ୍ନେହାଙ୍କିତ ଭାବମୟ ସ୍ୱୀକୃତି। ଆପଣଙ୍କର ନାମ? "-ମିଷ୍ଟର ଯୋନାଥନ ଫ୍ରାଙ୍କ୍ ଆପଣ ଯେ କେହି ହୁଅନ୍ତୁ–ଈଶ୍ୱରଙ୍କର ପୁତ୍ର ଆସନ୍ତୁ। ମୋ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଛି। " ମିଷ୍ଟର ଫ୍ରାଙ୍କ ଧୀରେ ମଥା ନତ କରି ଆସି ସ୍ୱାକ୍ଷର ଦେଲେ। ବର ଓ କନ୍ୟା ମଥାରେ ହାତଦେଇ ପ୍ରାର୍ଥନା କଲେ। ବେଶ୍ ଭାବଗମ୍ଭୀର ହୋଇଉଠିଲା ଏ ସର୍ମପଣର ଐକାନ୍ତିକ ଦୃଶ୍ୟ। ପୁନର୍ବାର ଧର୍ମଯାଜକ ଚାରିଆଡ଼େ ଚାହିଁଲେ। ହଠାତ୍ ତାଙ୍କ ଆଖି ଦୀପ୍ତ ହୋଇଉଠିଲା-। ସେ ହସିଦେଲେ। କହିଲେ–ୟୁ ମାଇଁ ବୟ! ନୋ ନୋ-ୟୁ, ୟୁ ଆପଣ ଆସନ୍ତୁ। ଆପଣଙ୍କ ଉପରେ ମୋ ଆଖି ପଡ଼ିଛି। ମୁଁ ଗୋଟାଏ ପ୍ରଶାନ୍ତିର ପ୍ରଲେପ ଅନୁଭବ କରୁଛି, ମାଇଁ ବୟ! ଆପଣଙ୍କ ଉପରେ ମୋର ନେତ୍ରପାତ ହେବାବେଳେ ମୁଁ ଗଭୀର ଆନନ୍ଦ ଅନୁଭବ କରୁଛି। ଆପଣ ଈଶ୍ୱର-ପ୍ରେରିତ ବ୍ୟକ୍ତି। କିନ୍ତୁ କିଏ ଏ ଭଦ୍ରଲୋକ? ଡେରି କରୁଛନ୍ତି କାହିଁକି? ଆସୁ ନାହାନ୍ତି ତ? ଅତିଥିମାନେ ପଛକୁ ଫେରି ଚାହିଁଲେ। କିଏ ସେ ବ୍ୟକ୍ତି–ଯାହାଙ୍କୁ ଆବିଷ୍କାର କରି ଫାଦରଙ୍କର ଗଭୀର ଆନନ୍ଦ ହୋଇଛି? କିଏ ସେ? ଏ କଅଣ? ମୋର ସର୍ବାଙ୍ଗ ଥରିଉଠୁଛି କାହିଁକି? ପାଦରେ ପ୍ରକମ୍ପ। ମୋ ଆଖିକୁ କିଛି ଦେଖାଯାଉନି। ଦେବଦୂତ ଧର୍ମଯାଜକଙ୍କର ଦୁଇଟି ଆଙ୍ଗୁଠି ଗୋଟାଏ ବନ୍ଧୁକର ଅଗ୍ରଭାଗ ଭଳି ମୋରି ଆଡ଼କୁ ପ୍ରସାରିତ। ମୁଁ ତାହାହେଲେ ନିମନ୍ତ୍ରିତ? କାହିଁକି? ନା ନା, ମୁଁ ନୁହେଁ, ଆଉ କିଏ ହୋଇଥିବେ। ମୁଁ ଏଠାରେ ଅପରିଚିତ, ପୁଣି ଓଡ଼ିଶାବାସୀ। ତଥାପି ଦେଖିଲି ସେ ଆଙ୍ଗୁଠି ଦୁଇଟି ମତେ ହିଁ ଠାବକରି ଆହ୍ୱାନ ଦେଉଛନ୍ତି... ଆସ, ସ୍ୱାକ୍ଷର କର। ମୁଁ ହତବାକ୍ ହୋଇ ପଛକୁ ଚାହିଁଲି। ମୁଁ ସର୍ବଶେଷ ବ୍ୟକ୍ତି। ତା ପରେ ତ ଆଉ କେହି ନାହାନ୍ତି? ତାପରେ... ଆକାଶ, ସୁଦୂର ଶୋଭା ଓ ହିମଶୃଙ୍ଗ... ତା'ପରେ ପୃଥିବୀ। ମୁଁ ଏକପ୍ରକାର ସଂଜ୍ଞା ହରାଇ ବସିଲି। ହଠାତ୍ କାନ୍ଧ ଉପରେ କାହାର ସ୍ପର୍ଶ। ସେହି ଈଶ୍ୱର ପ୍ରେମିକ ପୁରୋହିତଙ୍କ ସ୍ମିତ ହାସ୍ୟୋଜ୍ଜ୍ୱଳ ମୁଖ ନଇଁଆସିଛି ମୋର ଅବନତ ମଥା ଉପରକୁ। ସେ ମତେ ଛିଡ଼ାକରେଇଦେଲେ, ଆଉ କହିଲେ... "ଏହା ଈଶ୍ୱରୀୟ ଜ୍ଞାନ ଇନ୍ସ୍ପିରେସନ। ମୁଁ ଯେତେବେଳେ ଆପଣଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଆହ୍ୱାନ ଦେଉଥିଲେ, ସେତେବେଳେ ଭାବନ୍ତୁ ନାହିଁ ଯେ ଫାଦର ଗ୍ରିଗେରୀ ଡାକୁଥିଲା-। ତା'ର କି ଶକ୍ତି ଅଛି କାହାକୁ ଡାକିବି, କାହାକୁ ନ ଡାକିବି? ମୁଁ ଜାଣେନା ଆପଣ କିଏ-। ଦରକାର ନାହିଁ। କେଉଁ ଜାତିର, କେଉଁ ରାଜ୍ୟର, କେଉଁ ବର୍ଣ୍ଣର-ଆବଶ୍ୟକତା ନାହିଁ।